ତାହାହେଲେ ଡାକ୍ତରୀ ପଢ଼ି ମଣିଷ ହୋଇସାରେ, ତା'ପରେ ଯେଉଁଆଡ଼େ ଯିବୁ। ଓଠ ଚିପି ହସୁଥିଲେ ମନୋରଞ୍ଜନ। ଦିବ୍ୟେନ୍ଦୁ ଦେଖିଲେ ଏ ଦୁଇଜଣ ବର୍ତ୍ତମାନ ଏହି ଚା ଟେବୁଲରେ ଝଡ଼ ବୁହାଇଦେବେ। ସେଇଠୁ କହିଉଠିଲେ ଶୁଣୁଛ ହେଇଓ, ମନୁକୁ କହିଥିଲ ନା ଅଳକାର ସେଇ ଖୁଡ଼ୁତାଶୁର ଆଉ ଖୁଡ଼ୀଶାଶୂଙ୍କ କ କଥା? ସତରେ ତୁମେ କହିଲା ପରଠୁ ମୋର ବାରମ୍ବାର ସେଇ କଥାଟି ମନେପଡ଼ୁଛି। ପ୍ରକୃତରେ ସେମାନେ ଗୋଟିଏ ଇତିହାସ ରଚନା କରିଗଲେ ସେଇ ଘରେ। ମନୋରଞ୍ଜନ କହିଲେ ସେକଥା ମୁଁ ଶୁଣିଛି ବାପା। ବୋଉ ମତେ କାଲି ରାତିରେ କହିଥିଲେ। ରାତିରେ ଯେତେଥର ନିଦ ଭାଙ୍ଗିଛି ମୋର କେବଳ ବାରମ୍ବାର କରି ସେଇ କଥାଟି ମନେପଡ଼ିଛି। ସତ କଥା ଅପରାଜିତା ଯେତେଦୂର ପାରନ୍ତି କାରୁଣ୍ୟଭରି ସେଇ କଥାଟି ପୁଅ ଆଗରେ କହିଥିଲେ। କଞ୍ଚାମାଟି ପରି ନରମ ମନଟି ପୁଅର ଯେ ଓଦା ହୋଇ କାଦୁଅ ହୋଇଯାଇଛି, ସେକଥା ଜାଣି ମନ ତାଙ୍କର ପ୍ରଫୁଲ୍ଲ ହୋଇଉଠିଲା। ମନେ ମନେ ଠାକୁରଙ୍କୁ ଡାକିଲେ। ସହଜ ଗଳାରେ ମନୋରଞ୍ଜନ ପଚାରିଲେ ତାଙ୍କର ସେଇ ଝିଅଟି କ'ଣ ପଢ଼ୁଛି ବୋଉ ? ହଁରେ ପୁଅ ତମକୁ ସବୁ ସେକଥା କହିବାକୁ ମନେନାହିଁ। ଅଳକାକୁ ପଚାରିଥିଲି। ମୌସୁମୀ ମାଟ୍ରିକ୍ ପାଶ୍ କରିଛି। ଆଉ ପଢ଼ିବାକୁ କହିବାକୁ କୁଆଡ଼େ କହିଲା ଭାଉଜ, ମୋତେ ଆଉ ପାଠପଢ଼ା କଥା କହନି। ଦେଖୁଛ ତ ବହୁତ କଷ୍ଟରେ ଥାର୍ଡ ଡିଭିଜନରେ ମାଟ୍ରିକ୍ ଖଣ୍ଡେ ପାଶ୍ କଲି। ଆଉ ଗୋଟେ ପଢ଼ିବି କ'ଣ? ମୁଁ ବରଂ ତୁମରି ସାଙ୍ଗରେ କାମଦାମ କରି ତୁମକୁ ସାହାଯ୍ୟ କରି ଖୁସିହେବି। ମୋ ହାତରେ ସେ ପାଠଫାଠ ହୋଇପାରିବନି। ତା'କଥା ଶୁଣି ଭାଇଭାଉଜ ହସିଉଠିଥିଲେ। ଆଉ ତାରି କଥା ରଖିଥିଲେ। ଗଳାରେ ଆଗ୍ରହ ଭରି ଦିବ୍ୟେନ୍ଦୁ କହିଲେ ପାଠ ପଢ଼ୁ, କି ନ ପଢ଼ୁ ସେ ଯେ ଗୁଣର ହୋଇଥିବ, ଲକ୍ଷ୍ମୀଟିଏ ହୋଇଥିବ, ସେକଥା ମୁଁ ଅଳକାକୁ ଦେଖି ବୁଝିପାରିଛି। ଅଳକାପରି ଝିଅଟିଏ ମୁଁ ମୋର ଏତେ ବୟସ ପର୍ଯ୍ୟନ୍ତ କେଉଁଠି ହେଲେ ଦେଖିଲିନି। ତା'ରି ହାତ ତିଆରି ଝିଅ ସେ। ନିଶ୍ଚୟ ଭଲ ଝିଅ ହୋଇଥିବ। ଅଳକା ପରି ଝିଅକୁ ମୁଁ ଭାରି ପସନ୍ଦ କରେ। ମୌସୁମୀକୁ ଅଳକା ନିଶ୍ଚୟ ତା'ରି ମନୋମତ କରି ଗଢ଼ିଥିବେ। ସେଇପରି ଝିଅଟିଏ ଘରକୁ ଆସନ୍ତା କି। ଚମକିପଡ଼ି ଚାହିଁଲେ ମନୋରଞ୍ଜନ ବାପାଙ୍କ ଆଡ଼କୁ। ଏପରି କଥା ଶୁଣିବା ବାପାଙ୍କ ମୁହଁରୁ ତାଙ୍କର ଏଇ ପ୍ରଥମ। ବୋଉ ବହୁତ ବ୍ୟସ୍ତ କରୁଛନ୍ତି। ବହୁତଥର ଏହିପରି କଥା କହିଛନ୍ତି। କିନ୍ତୁ ବାପା! ହଁ, ବାପା ଆଜି ପ୍ରଥମକରି ଏପରି କଥା କହିଲେ। ଅପରାଜିତା ମୁହଁ ଭାରିକରି କହିଲେ ହିଁ, ଆମର ପୁଣି ଏପରି ବୋହୂ ଆସିବ! ଆମେ ପୁଣି ତାକୁ ନେଇ ଘର କରିବୁ! ଏଡ଼େ ଭାଗ୍ୟ ଆମେ କରିଛୁ ଯେ, ମୌସୁମୀ ଆସିବ ଏ ଘରକୁ ପୁଣି ବୋହୂ ହୋଇ! ମନୋରଞ୍ଜନ ବୋଉଙ୍କର ବେଦନାଭରା ମୁହଁକୁ ଚାହିଁଲେ। କିନ୍ତୁ ମନେ ମନେ ଗୁଣିହେଲେ ଗୋଟିଏ ନାଆଁ ମୌସୁମୀ, ମୌସୁମୀ। ବାଃ, ଭାରି ସୁନ୍ଦର ନାଁଟିଏ ତ। ଭାଇନା, କ'ଣ ଭାବୁଛ? ବାପା ବୋଉଙ୍କର କେଡ଼େ ମନଦୁଃଖ ତୁମ ସକାଶେ ଦେଖୁଛଟି? ବୋହୂଟିଏ ଆସିଲେ ଆମ ଘର କେଡ଼େ ସୁନ୍ଦର ଦିଶନ୍ତା, ତୁମେ ନାହିଁ କରନି। କିନ୍ତୁ ଦେଖିବାକୁ ସିଏ କିପରି କେଜାଣି। ନାଁଟା ତ ଭାରି ସୁନ୍ଦର। ନାଁ ସାଙ୍ଗକୁ ରୂପ ଥିଲେ ସିନା ହେବ। ଆଜି ଯଦି ବର୍ଷା ଛାଡ଼ିଯାଏ, ତାଙ୍କ ଘରକୁ ଯିବି ଆଉ ଅଳକା ନାନୀକି ମାଗିବି ମୌସୁମୀର ଖଣ୍ଡେ ଫଟୋ। ଭଲ ହେବନି ବୋଉ? ପାଟିକରି ଉଠିଲେ ମନୋରଞ୍ଜନ ତୁ ଚୁପ୍ କର। ତତେ ଆଉ ବାହାଦୁରି ଦେଖାଇବାକୁ ହେବନି। ଚିଡ଼ିଉଠିଲେ ଅପରାଜିତା। କହିଲେ କାହିଁକି ସେ ଚୁପ୍ କରିବ ଶୁଣେ? ସେ ବାହାଦୁରି ଦେଖାଉଛି ନା ତୁ ବାହାଦୁରି ଦେଖାଉଛୁ। ଦିବ୍ୟେନ୍ଦୁ କହିଲେ–ତାରି ତ କହିବା କଥା, ତା'ରି ତ ବ୍ୟସ୍ତ ହେବା କଥା, ତା'ରି ତ ଖୁସି ହେବା କଥା। ସେ କିପରି ଚୁପ୍ ରହିବ କହିଲୁ? ଡାକ୍ତର ଦେଖିଲେ ତନୁଆଡ଼େ ଭୋଟ ବେଶି। ହେବାକଥା ବାପାବୋଉ ଉଭୟଙ୍କ ମନକଥା ତନୁ କହୁଛି। ତେଣୁ ତନୁର ବର୍ତ୍ତମାନ ସବୁକଥା ଠିକ୍। ଛାଡ଼ ତା' କଥା। ଆସ୍ତେ ଆସ୍ତେ ଘର ଛାଡ଼ି ନିଜର ଶୋଇବା ଘରକୁ ଚାଲିଗଲେ ଆଉ ଦୁଇଥର ମନେ ମନେ କହିହେଲେ ମୌସୁମୀ, ମୌସୁମୀ। ଇସ୍ କି ବର୍ଷା! ବର୍ଷାଛିଟରେ ପିନ୍ଧାଟା ଏକବାରେ ଓଦା ହୋଇଯାଇଛି। ଆଜି ଆଉ ମଉସାଙ୍କ ପାଖକୁ ଯାଇହେବନି।